ଯୁଗଟା ମଣିଷଙ୍କୁ ପଇସାରଙ୍କା କରେ ଅଥବା ପଇସାରଙ୍କା ମଣିଷମାନେ ଯୁଗଟାକୁ ରଙ୍କା କରିପକାନ୍ତି, ସେ ବିଷୟରେ ପଣ୍ଡିତମାନେ ଗବେଷଣା କରି ନାନାବିଧ ମତାଦି ଅବଶ୍ୟ ଦେବେ। ଖେଳରୁ ମଧ୍ୟ ଜୁଆଡ଼ିମାନଙ୍କ ଠାରୁ ପ୍ରଚୁର ପଇସା ମିଳୁଛି, କମ୍ପାନୀମାନଙ୍କ ଠାରୁ ମଧ୍ୟ ହୁଏତ ତିନି ସେତିକି ମିଳୁଛି। ତେଣୁ ବେଶଟା ଚିତ୍ରିତ ହୋଇଗଲା ବୋଲି ଦୁଃଖ କରିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ। କ୍ରିକେଟ କ୍ରୀଡ଼ାର ଫନ୍ଦାଟାକୁ ଆଦରି ନେଇ ଆନୁସଙ୍ଗିକ ଲାଭ ସମେତ ଘଟୋତ୍କଚମାନେ କେତେକୋଟି ସମ୍ପତ୍ତିର ମାଲିକ ହେଲେଣି, ସେକଥା ହିସାବର ଫର୍ଦ୍ଦ ଆକାରରେ ଖବରକାଗଜରେ ବାହାରୁଛି। ଭାରତର କୋଟି କୋଟି ଅରକ୍ଷିତଙ୍କ ଆଖିରେ ଯଦି ସେହି ହିସାବଗୁଡ଼ିକ ପଡୁଥିବ, ତେବେ କଣ ସବୁ ପ୍ରତିକ୍ରିୟା ଜାତ କରାଉଥିବ କେଜାଣି? ସେମାନେ କାହିଁକି କ୍ରିକେଟ ନ ଖେଳି ରିକ୍ସ ବୋହିଲେ, ମେହେନ୍ତର ହେଲେ ଏବଂ ଝୁମ୍ପୁଡ଼ି ଆଦରି ରହିଲେ, ସେଥିଲାଗି ବିଧାତାକୁ କେତେ ଅଭିସମ୍ପାତ ଦେଉଥିବେ। ଏବଂ ସର୍ବୋପରି ତୁମକୁ ପଚିଶି ବର୍ଷ ନ ହେଉଣୁ ତୁମେ ଯଦି ଏତେ କୋଟିର ଏଡ଼େ ସହଜରେ ଅଧିକାରୀ ହୋଇପାରିଥିବ, ତାହା ତୁମର ଜୀବନ ଦୃଷ୍ଟିଗତ ସ୍ୱାସ୍ଥ୍ୟ ନିମନ୍ତେ କେତେଦୂର କଣ ଅନୁକୂଳ ହେବ ବିଜ୍ଞାନୀମାନେ ସେହି ବିଷୟରେ ମଧ୍ୟ ଅବଶ୍ୟ କିଞ୍ଚିତ୍ ଅନୁମାନ କରିପାରିବେ। ଗୋଟାଏ ଖେଳକୁ ଏହିସବୁ ଯାବତୀୟ ହଙ୍ଗାମା ଭିତରେ ଆଣି ଭର୍ତ୍ତି କରିଦେଇ ବାରପ୍ରକାର ଖଚଡ଼ାମି କାହିଁକି ?କରାଯାଉଛି ପଚିଶି କମ୍ପାନୀ ତରଫରୁ ଘୁଙ୍ଗୁର ପିନ୍ଧି ପଡ଼ିଆକୁ ବାହାରିଥିବା ମହାମଣିମାନେ ମୋଟେ ସେହି କଥାଟିର ଉତ୍ତର ଦେଇପାରିବେ ନାହିଁ। ବର୍ତ୍ତମାନ ଆମେ ପୁନର୍ବାର ଆମ ଅତିରସିକ ମାତୃଭାଷାପ୍ରେମୀଙ୍କ ପାଖକୁ ଫେରିଆସିବା, ଭଗବାନ କରନ୍ତୁ ଆମ ପିଲାମାନେ ମାତୃଭାଷାକୁ କ୍ରିକେଟ ପରି ମୋଟେ ଭଲ ନପାଆନ୍ତୁ। ସେମାନେ ମାତୃଭାଷାକୁ କେବଳ ମାତୃଭାଷା ପରି ହିଁ ଭଲପାଆନ୍ତୁ, ନହେଲେ ହୁଏତ ଆଉ ଗୋଟାଏ ମଉକା ପାଇ କମ୍ପାନୀମାନେ ଆମର ଏହି ଅନ୍ତରଙ୍ଗ କ୍ଷେତ୍ରଟିକୁ ମଧ୍ୟ ଚହଟି ଆସିବେ ଏବଂ ଏଇଟିକୁ ଦୂଷିତ କରି ପକାଇବେ। ଭଗବାନ କରନ୍ତୁ ସେମାନେ ଖାଲି କ୍ରିକେଟ ନୁହେଁ ଯାବତୀୟ ଖେଳକୁ ମଧ୍ୟ ଖେଳ ବୋଲି ଭଲପାଆନ୍ତୁ। ସେମାନେ ଖେଳୁଆଡ଼ ହୁଅନ୍ତୁ ସିନା, ଜୋକର ହେବାକୁ ମୋଟେ ମନ କରନ୍ତୁ ନାହିଁ। ଭାରତରେ ଏବେ ରାକ୍ଷସ ପରି ଏକ ବିଜ୍ଞାପନ ଯୁଗ ଆମ ଇଜ୍ଜତ ନେବାକୁ ଆସି ଆମକୁ ଉଭୟ ଦାଣ୍ଡପଟୁ ଓ ବାରିପଟୁ ଘେରି ପକାଇବାକୁ ଫିସାଦ କରୁଛି। ଧୋବମାନେ ସବାଆଗ ସେମାନଙ୍କର ଜାଲରେ ପଡ଼ିଯାଉଛନ୍ତି। ଭାରତର ଭାଗ୍ୟ ଭଲ ଯେ, ଏ ଦେଶରେ ଅଧିକାଂଶ ମଣିଷ ଧୋବ ହୋଇନାହାନ୍ତି। ଅଧିକ ମଣିଷଙ୍କୁ ଅସନୀ କରି ରଖି ଥୋକେ ମଣିଷ ଏଠାରେ ଅଧିକ ଧୋବ ହୋଇ ରହିବେ ବୋଲି ପରାକ୍ରମ ଦେଖାଉଛନ୍ତି। ପଇସା ଦେଖାଇ ମଣିଷର ଗୋଡ଼ ଖସାଇ ନେବେ ବୋଲି ଆଣ୍ଟ ବାନ୍ଧିଛନ୍ତି। ଏହି ଆଣ୍ଟବାଲାମାନେ ହିଁ କ୍ରିକେଟକୁ ଏକ ବାରନାରୀ ବେପାର ପ୍ରାୟ କରି ରଖିବାକୁ ଅଣ୍ଟା ଭିଡ଼ିଛନ୍ତି। ଯାହାର ଏମାନଙ୍କର ପାଉଡ଼ରକୁ ବୋଳିହୋଇ ନାଚିବାକୁ ଇଚ୍ଛା ହେବ, ସିଏ ଅବଶ୍ୟ ସେମାନଙ୍କର ଆଖଡ଼ାକୁ ମନକରିବ। ସମସ୍ତେ କଦାପି ତାହା କରିବେ ନାହିଁ। ଆଲୁଅ ଅବଶ୍ୟ ରହିବ, କାରଣ ଆଲୁଅ ନଥିଲେ ଅକାଳେ ସକାଳେ ଅନ୍ଧାରଟାକୁ ଚିହ୍ନିହେବ ପୁଣି କିପରି? ଅଧର୍ମଘାଟର ଆଜ୍ଞାଗଣ ପଛକୁ ଅନାଇ ପ୍ରାୟ ଆଖି ବୁଜି ଏହି କଥାଟିକୁ କହିଦେଇ ହେବ ଯେ, ଧର୍ମଘଟର ମାର୍ଗଟି ହିଁ ଆମ ଦେଶର ଅଧ୍ୟାପକମାନଙ୍କୁ ଆଜିର ଏହି ଶକ୍ତିଶାଳୀ ସ୍ଥିତିକୁ ଆଣିପାରିଛି। ଗୌତମ ବୁଦ୍ଧ ତାଙ୍କ ସେ କାଳରେ ସଂଘ କହିଲେ ଯାହା ବୁଝିଥାନ୍ତୁ ବା ନଥାନ୍ତୁ ପଛକେ, ସଂଘଶକ୍ତି କହିଲେ ଅଧ୍ୟାପକମାନଙ୍କର ଅଭିଧାନରେ ସମ୍ପୂର୍ଣ୍ଣ ଭାବରେ ଧର୍ମଘଟକୁ ହିଁ ବୁଝାଉଛି। ଅଧ୍ୟାପକଙ୍କ ଭିତରେ ମୁଁ ତଥାକଥିତ ଶିକ୍ଷକମାନଙ୍କୁ ବି ସାମିଲ କରିବି।